ଏହା ଏକ ଅନ୍‌ଲାଇନ୍ ସାମାଜିକ ଯୋଗାଯୋଗ ସାଇଟ୍। ଏଠାରେ ସାଙ୍ଗମାନଙ୍କ ସହ କଥାବାର୍ତ୍ତା, ଭାବର ଆଦାନପ୍ରଦାନ, ନୂଆ ଫଟୋଚିତ୍ର ଓ ଭିଡିଓ ବଣ୍ଟନ ଓ ନାନା ଆପ୍ଲିକେସନ୍ ସଫ୍ଟୱେର୍ ବ୍ୟବହାର କରି ଇଣ୍ଟରନେଟ୍‌ରେ ନିଜର ସାମାଜିକ ସମ୍ପର୍କ ବଢ଼ାଯାଇପାରେ।ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ତଳ-ସ୍ନାତକ ଶ୍ରେଣୀର ଦ୍ୱିତୀୟ ବର୍ଷର ଛାତ୍ର ମାର୍କ ଜୁକରବର୍ଗ ଅକ୍ଟୋବର ଅଠାଇଶ, ଦୁଇ ହଜାର ତିନିରେ ଫେସ୍‌ମାସ୍‌ର କୋଡ୍ ଲେଖିଥିଲେ। ସେଥିରେ ଗୋଟିଏ ଫରଦରେ ଦୁଇଜଣ ଅଲଗା ଅଲଗା ଶ୍ରେଣୀର ଛାତ୍ରୀଙ୍କ ଫଟୋ ରଖି କିଏ ବେଶି ସୁନ୍ଦର ବାଛିବାକୁ ବ୍ୟବହାରକାରୀମାନଙ୍କୁ କୁହାଯାଉଥିଲା। ଫିଲିପ୍ ଏକ୍ସଟର ଏକାଡେମୀରୁ ମାର୍କ ଜୁକରବର୍ଗ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଥିଲେ। ଏକାଡେମୀ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ "ଦ ଫୋଟୋ ଆଡ୍ରେସ୍ ବୁକ୍" ପ୍ରସ୍ତୁତ କରାଯାଇଥିଲା, ଯାହାକୁ ସେମାନେ 'ଦ ଫେସ୍‌ବୁକ୍' ଭାବେ ଅଭିହିତ କରୁଥିଲେ। ଏଥିରୁ ଛାତ୍ରଛାତ୍ରୀମାନେ ସେମାନଙ୍କ ପାଠପଢ଼ା ସମ୍ବନ୍ଧୀୟ ତଥ୍ୟ ହାସଲ କରୁଥିଲେ।ଏଭଳି ଫେସ୍‌ବୁକ୍ ଦ୍ୱାରା ଅନୁପ୍ରାଣିତ ହୋଇ ମାର୍କ ଜୁକରବର୍ଗ ହାର୍ଭାର୍ଡ ସ୍ଥିତ ନିଜ ଶୟନ କକ୍ଷରୁ ଫେସ୍‌ବୁକ୍ ସାଇଟ୍ ପରିଚାଳନା କରିଥିଲେ। ସେ ପ୍ରାରମ୍ଭିକ ସମୟରେ କେବଳ ହାର୍ଭାର୍ଡ ବିଷୟ ଉଲ୍ଲେଖ କରୁଥିଲେ। କିନ୍ତୁ ପରେ ରୁମ୍‌ମେଟ୍ ଡଷ୍ଟିନ୍ ମୋସ୍କୋଭିଜ୍‌ଙ୍କ ସହିତ ମିଶି ଫେସ୍‌ବୁକ୍‌କୁ ସେ ଅନ୍ୟ ସ୍କୁଲ୍‌କୁ ମଧ୍ୟ ସମ୍ପ୍ରସାରଣ କରିଥିଲେ। ପରେ ଜୁକରବର୍ଗ ଏବଂ ମୋସ୍କୋଭିଜ୍ ସେମାନଙ୍କର ଅନ୍ୟ କେତେକ ବନ୍ଧୁଙ୍କୁ ନେଇ କାଲିଫର୍ଣ୍ଣିଆର ପାଲୋ ଆଲ୍ଟୋ ଚାଲିଆସିଥିଲେ। ଏକ ଘର ଭଡ଼ାରେ ନେଇ ସେଠାରେ ଫେସ୍‌ବୁକ୍‌ର କାର୍ଯ୍ୟାଳୟ ଖୋଲିଥିଲେ। ଜୁକରବର୍ଗଙ୍କ ଉଦ୍ୟମ କ୍ରମେ ପିଟର ଥିଏଲ୍ ଫେସ୍‌ବୁକ୍‌ରେ ପୁଞ୍ଜି ନିବେଶ କରିଥିଲେ। ଦୁଇ ହଜାର ଚାରିର ମଧ୍ୟଭାଗରେ ଫେସ୍‌ବୁକ୍‌ର ପ୍ରଥମ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଥିଲା।ମସିହା ଫେବ୍ରୁଆରୀ ମାସ ସାତ ତାରିଖରେ ଫେସ୍‌ବୁକ୍, ଭାରତବର୍ଷର ଆଦିବାସୀ ଝିଅମାନଙ୍କୁ ଡିଜିଟାଲ୍ ଜ୍ଞାନକୌଶଳ ଶିଖାଇବା କଥା ଘୋଷଣା କରିଥିଲା। ଏହି କାର୍ଯ୍ୟକ୍ରମଟିକୁ "ଗୋଇଙ୍ଗ୍ ଅନ୍‌ଲାଇନ୍ ଏଜ୍ ଲିଡର୍ସ" ନାମରେ ଫେସ୍‌ବୁକ୍ ନାମିତ କରିଥିଲା।ଫେସ୍‌ବୁକ୍ ବ୍ୟବହାର କରିବା ପାଇଁ ସେହି ୱେବ୍‌ସାଇଟ୍‌ରେ ଆମକୁ ପ୍ରଥମେ ନାମ ଲେଖେଇବାକୁ ପଡ଼େ। ନାମ ଲେଖେଇବା ପାଇଁ ଇମେଲ୍ ଠିକଣା ଦରକାର ହୋଇଥାଏ। ମୋବାଇଲ୍ ବ୍ୟବହାରକାରୀମାନେ ନିଜ ମୋବାଇଲ୍ ନମ୍ବର ଦ୍ୱାରା ମଧ୍ୟ ନାମ ଲେଖାଇ ପାରିବେ। ନାମ ଲେଖିଲା ପରେ ସେଠାରେ କିଛି ଫଟୋ, ଭିଡିଓ ଦେଇପାରିବେ ଏବଂ ଚିହ୍ନା ଓ ଅଚିହ୍ନା ଲୋକମାନଙ୍କ ସହ ବନ୍ଧୁତା କରି କଥା ଏବଂ ଚାଟ୍ କରିପାରିବେ।ବର୍ତ୍ତମାନ ଫେସ୍‌ବୁକ୍‌ର ବ୍ୟାପକ ଅପବ୍ୟବହାର କରାଯାଉଚି। ବ୍ୟବହାରକାରୀମାନେ ନିଜ ବିଷୟରେ ମିଥ୍ୟା ତଥ୍ୟ ଦେଉଚନ୍ତି। ଏବଂ ଆଜିକାଲି ଦେଖାଯାଉଚି ଯେ, ବୋହୁତ ଜଣ ଏହି ଫେସ୍‌ବୁକ୍‌ର ଅପବ୍ୟବହାର କରି ଅନ୍ୟମାନଙ୍କୁ ଡରାଇବା ଏବଂ ଧମକାଇବା ଭଳି କାମଗୁଡ଼ିକ କରୁଚନ୍ତି। ମସିହା ମାର୍ଚ୍ଚ ମା ମାସରେ ଫେସ୍‌ବୁକ୍ ଏକ ବଡ଼ ଧରଣର ବିବାଦର ଶିକାର ହୋଇଥିଲା। ଏହି ଅପବ୍ୟବହାର ପରେ ଫେସ୍‌ବୁକ୍‌ରେ ଥିବା ବୋହୁତଗୁଡ଼ିଏ ତ୍ରୁଟି ସାମ୍ନାକୁ ଆସିଥିଲା। ଏବଂ ଏହାପରେ ବୋହୁତ ବିଶିଷ୍ଟ ବ୍ୟକ୍ତି ନିଜ ନିଜ ଫେସ୍‌ବୁକ୍ ଏବଂ ଇନ୍‌ଷ୍ଟାଗ୍ରାମ୍‌କୁ ବନ୍ଦ କରାଇ ଦେଇଥିଲେ।ଫେସ୍‌ବୁକ୍ ୱେବ୍‌ସାଇଟ୍‌ରେ ଖାଲି ନୀଳ ଏବଂ ଧଳା ରଙ୍ଗର ବ୍ୟବହାର କରାଯାଏ। ଏବେ ଏଥିରେ 'ଟାଇମ୍‌ଲାଇନ୍' ନାମକ ଏକ ଡିଜାଇନ୍ ଅଣାଯାଇଚି। ଏହା ସହିତ ଏବେ ଏଥିରେ ଭିଡିଓ ଚାଲିବାର ବ୍ୟବସ୍ଥା ମଧ୍ୟ ହୋଇଅଛି। ତୁଳନାତ୍ମକ ଓ ତୁଳନା।